ଏଥିରେ ପଇସା ଖର୍ଚ୍ଚ ନାହିଁ। ଛାଡ଼, ତା'କୁ ଭାବି ତା'ର ବା ଲାଭ କ'ଣ। ଲୋକଟା ଚା' ପିଇ ସାରିବା ପରେ କାଗଜ ପଢ଼ିବା ଆରମ୍ଭ କରିବ ଯେ, ପଢ଼ା ସରୁ ସରୁ ଦିନ ଦଶ। କ'ଣ ଯେ ସେ ପଢ଼େ ସେ ଜାଣି ପାରେନି। ବୋଧେ ସମ୍ୱାଦ ବ୍ୟତୀତ, ପ୍ରତି ପାତ୍ର ପାତ୍ରୀ ଆବଶ୍ୟକ, ଗାଈ ବାଛୁରୀ, କୁକୁର ହଜିବା ଠାରୁ ଷଣ୍ଡ ଲଢ଼େଇ ପର୍ଯ୍ୟନ୍ତ ସବୁ କିଛି। ଶେଷରେ ସମ୍ପାଦକଙ୍କ ନାଁ ପଢ଼ିବାକୁ ସେ ଭୁଲେ ନାହିଁ। ଭଗବାନ ଜାଣନ୍ତି ସେ କ'ଣ ପାଇଁ ଏତେ ସମୟ ଧରି ପଢ଼େ। ନରକଥା ନାରାୟଣ ଜାଣନ୍ତି। କିଏ ଜାଣିବ କାହା କଥା। ସେହି ବାଲ୍କୋନି ହିଁ ତା'ର ସର୍ବସ୍ୱ। ସେହିଠାରେ ଦାନ୍ତଘଷା, ସେହିଠାରେ ଚା' ପିଆ, ସେହିଠାରେ କାଗଜ ପଢ଼ା, ସେହିଠାରେ ଆଇନା ଦେଖି ପାନିଆରେ ମୁଣ୍ଡ କୁଣ୍ଡାଇବା, ସେହିଠାରେ ପ୍ୟାଣ୍ଟ ପିନ୍ଧା, ସାଟ୍ ପିନ୍ଧା ଦେହରେ ପାଉଡ଼ର ସିଞ୍ଚିବା, ନିଶାରେ ପାନିଆ ମାରିବା, ଚଷମା ପୋଛିବା, ଇତ୍ୟାଦି ସବୁକିଛି ସେହି ବାଲକୋନିରେ। କି ବିଚିତ୍ର ଲୋକ। ଲୋକଟାକୁ ଦେଖିଲାକ୍ଷଣି ମନରେ ଘୃଣା ଆସେ। ବିରକ୍ତ ଆସେ, ରାଗ ହୁଏ। ପାଖକୁ ଚାଲିଯାଇ କାନକୁ ଧରି ପଚାରିବାକୁ ଇଚ୍ଛା ହୁଏ। ଶିଷ୍ଟାଚାର ସଭ୍ୟତା କାହାକୁ କହନ୍ତି ପଚାରି ଦେବାକୁ ଇଚ୍ଛା ହୁଏ? ସବୁବେଳେ ଆମରି ଘରଆଡ଼କୁ ଚାହିଁ ଚା ପିଇବେ, ଦାନ୍ତ ଘଷିବେ, କାଗଜ ପଢ଼ିବେ, ପୋଷାକ ପିନ୍ଧିବେ, କାହିଁକି କ'ଣ ପାଇଁ। ତା'ର ଜାଣିବା ଉଚିତ ସାମନାରେ ଜଣେ ଅଫିସର ଅଛନ୍ତି। ତାଙ୍କର ପିଲାମାନେ ବାରଣ୍ଡାରେ କାରବାର ହେଉଛନ୍ତି। ମୁଁ କିପରି ସେଇ ଆଡ଼କୁ ଚାହିଁ ସବୁକିଛି କରିବି? ସେମାନେ କ'ଣ ଭାବିବେ? କିନ୍ତୁ... କବିତା ପର ମୁହୂର୍ତ୍ତରେ ଭାବେ କାହିଁକି ସେ ପଚାରିବ? ତା' ଘରେ ସେ ଯାହାକରୁ ତାଙ୍କର ତ କ୍ଷତି କରୁନାହିଁ। ସେ ଯଦି ଓଲଟା ପ୍ରଶ୍ନ କରେ ତୁମର ଯଦି ଅସୁବିଧା ହେଉଛି ତୁମେ ଅନ୍ୟ ଘରେ ଭଡ଼ା ନେଇ ରୁହ। ଏଇଟା ତ ତୁମର ନିଜ ଘର ନୁହେଁ, ଭଡ଼ାଘର। ଅସୁବିଧା ହେଲେ ଅନ୍ୟତ୍ର ରୁହ। ଭଡ଼ାଘର ଚିରସ୍ଥାୟୀ ନୁହେଁ। କ୍ଷଣସ୍ଥାୟୀ। ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହୋଇପାରେ। କବିତା ମନକୁ ସାନ୍ତ୍ୱନା ଦେଇ ନୀରବ ରୁହେ। ସେହି ଲୋକଟାକୁ ନେଇ କବିତା ଥରେ ତା' ବାପାଙ୍କ ଉପରେ ବିରକ୍ତ ହେଲା। ବାଲେଶ୍ୱରରେ ଥିଲାବେଳେ କଟକ ଟ୍ରାନ୍ସଫର ହୋଇ ଆସିବା ପାଇଁ ବାପାଙ୍କ ସହିତ ବହୁତ ଝଗଡ଼ାଝାଟି କରିଥିଲା। କଟକଚଣ୍ଡୀରେ ଏକାଥରକେ କୋଡ଼ିଏ ଟଙ୍କାର ଭୋଗ ଯାଚିଥିଲା। ବାପା ତାଙ୍କର ଟ୍ରାନ୍ସଫର ଅର୍ଡର ପାଇଲେ ସାଙ୍ଗେ ସାଙ୍ଗେ ଚଣ୍ଡୀ ମନ୍ଦିର ଯାଇ ଭୋଗ କରିବ। ଟ୍ରାନ୍ସଫର ଅର୍ଡର ପାଇବା କ୍ଷଣି ସୀତାନାଥବାବୁ ସଙ୍ଗେ ସଙ୍ଗେ ଘରକୁ ଦୌଡ଼ି ଆସି ତା' ଆଗରେ କହିଥିଲେ, ମା' ତୋର ମନସ୍କାମନା ପୂରଣ ହେଲା। ଆମର କଟକ ଟ୍ରାନ୍ସଫର ହେଲା। ସେଦିନ ବାପାଙ୍କର ଟ୍ରାନ୍ସଫର ଅର୍ଡର ପାଇବା ଖବର ପାଇ କବିତା ଭାରି ଖୁସିହୋଇ ସଙ୍ଗେ ସଙ୍ଗେ ଶିବ ମନ୍ଦିର ଯାଇ ନଡ଼ିଆ ଭାଙ୍ଗିଥିଲା। ମନେମନେ କହିଥିଲା ହେ ଭୋଳାନାଥ ତୋତେ କୋଟି କୋଟି ପ୍ରଣାମ। ମୋ ଦୁଃଖ ବହୁଦିନ ପରେ ଶୁଣିଲୁ। ବାପାଙ୍କ ବଦଳି ପାଇଁ ତୋତେ କେତେ ଗୁହାରି କରିଥିଲି। ଶେଷକୁ କଟକଚଣ୍ଡୀର ଗୋଡ଼ ଧରିଥିଲି। ଯାହାହେଉ ତୁମ୍ଭମାନଙ୍କ ଆଶୀର୍ବାଦରୁ ଆମ୍ଭେମାନେ ବର୍ତ୍ତମାନ କଟକ ଚାଲିଲୁ। ପରଦିନ ସନ୍ଧ୍ୟାରେ ବୋଉ ତାଗିଦ କରି ବାପାଙ୍କୁ କହିଥିଲା–ସରକାରୀ କ୍ୱାଟର ମିଳିବ ନାହିଁ, ଝିଅ ଓ ପୁଅର ସ୍କୁଲ କଲେଜ ପାଖ ଦେଖି ଘର ଖଣ୍ଡିଏ ଯାଅ ଠିକ୍ କରି ଆସ। ଘର ଠିକ୍ ହେଲେ ଏକାଥରକେ ଜିନିଷପତ୍ର ନେଇ ଚାଲିଯିବା। ବାପା ସବୁ ହଁ ହାଁ ମାରିଲେ ଏବଂ କଟକ ଆସି ପୁଅ ଝିଅର ସ୍କୁଲ କଲେଜ ପାଖ ଦେଖି ଏବଂ ନିଜର ଅନ୍ୟାନ୍ୟ ସୁବିଧା ଯଥା–ଡେଲି ମାର୍କେଟ, ବସ୍ଷ୍ଟାଣ୍ଡ, ରେଲ୍ ଷ୍ଟେସନ, ଡାକ୍ତରଖାନା ନିକଟ ଦେଖି ମଧୁସୂଦନବାବୁଙ୍କ ଘର ଠିକ୍ କଲେ। ମଧୁସୂଦନବାବୁ ଜଣେ ଅବସରପ୍ରାପ୍ତ ଭେଟେନାରୀ ଡାକ୍ତର। ଦୁଇ ମହଲା ଘର ଖଣ୍ଡେ କରିଛନ୍ତି। ନିଜେ ପିଲାମାନଙ୍କ ସହିତ ତଳ ମହଲାରେ ରହି ଉପର ମହଲା ଭଡ଼ା ଦେଲେ। ମାସକୁ ଦୁଇଶହ ଟଙ୍କା। ବଜାର ଉପରେ ଘର ଚାରି ବଖରା, ତିନୋଟି ବେଡ୍ ରୁମ୍ ଓ ଗୋଟିଏ ଷ୍ଟୋର୍ ରୁମ୍, ଆଉ ଗୋଟିଏ ପାଇଖାନା, ଇଲେକ୍ଟ୍ରିକ୍ ଲାଇଟ୍, ପାଣି ପାଇପ୍, ସବୁ ସୁବିଧା। ଦୁଇଶହ ଟଙ୍କାକୁ କିଛି ମନ୍ଦ ନୁହେଁ।